ଦୁଃଖୀଆ ପଚାରିଲା, ''କିରେ, ତମ ବାବୁଘର ଆଉ ଗୋଟେ ଦୋକାନ କରୁଥିଲେ ପରା ଦୋକାନ? ଦୋକାନ କିଏ, ବାବୁଘର କିଏ?ହଁରେ, ତୁ ଜାଣି ନାହୁଁ। ଭାଗୁ ମହାନ୍ତି ଟଙ୍କା ଦେବ, ଦୋକାନ ହବ।ଯା, ଯା କକା, କେତେ ଭାଗୁ ମହାନ୍ତି ଦେଖିଚି। ତା'ର ପଟ୍ଟନାୟକ ଘରର ଆଉ କୋଉ ସମ୍ପତ୍ତି ଉପରେ ଲୋଭ ହବଣି। କିଛି ଟଙ୍କା କରଜ ଦେଇ, ଏଁ? ବୁଝିଲଟିକି ନନା? କରଣଗୁଡ଼ାକ ଯଦି ଦୋକାନ କରନ୍ତେ, ବଣିଜ କରନ୍ତେ, ତେବେ ଛେଳିବି କଳେଇ ମଳନ୍ତେ। ଦୋକାନ ତ କରିବେ, ୟାଙ୍କ ସାଆନ୍ତ ପଣିଆ ଯିବ କୁଆଡ଼େ? ଛାଡ଼ି ପାରିବେ ତାକୁ? ଏ ଖାଲି ମେଁ ମେଁ ହେଇ ଜାଣନ୍ତି, କିଛି କାମରେ ନୁହନ୍ତି। ତା' ନ ହେଇଥିଲେ, ଏ କାନ୍ଥଡ଼ା ସବୁ ମଲାଙ୍ଗଡ଼ାଙ୍କ ପରି ଏମିତି ଠିଆ ହେଇଥାଆନ୍ତା ପଟ୍ଟନାୟକ ଉଆସରେ?ଆଉ କ'ଣ ଚଷା ଭୁଷା ପାରିବେ ଦୋକାନ କରି?'' ଦୁଃଖୀଆ ଥଟ୍ଟା କରି ଅଳପ ହସି ହସି କହିଲାଚଷା ଯଦି ପାରିବେ, ତେବେ ଏ କରଣଙ୍କ ଗୋଲାମ ହବ କିଏ?ଦୁଃଖୀଆ ତା' ମୁହଁକୁ ଅନେଇଲା। ଟିକିଏ ଆଶ୍ଚର୍ଯ୍ୟ ହେଲା। ଏ ଲୋକଟାର ସତ କହିବାର ସାହସ ଅଛି ତ। ନିରୋଳା ହେଇଯିବାର ଦେଖି ସେ କହିଲା, ''ହେ ଦୁଃଖୀଆକାକା, ଗୋଟେ ଜିନିଷ ଦବ?ସେ ପୁସ ପୁସ କହିଲା। ଦୁଃଖୀଆ ମନେ ମନେ ହସିଲା। ନା, ଏ ଲୋକର ସାହସ ନାହିଁ। ସାହସ ଆସିବ କୋଉଠୁ? ପର ଅଧୀନରେ ଚାକିରି କଲା ଲୋକର ପୁଣି ସାହସ? କ'ଣ ଶୁଣେ ଦବ ନା କହିଲ ଆଗ ଥିଲେ ତ| ହଁ, ନଥାନ୍ତା କାହିଁକି। ଅସଲ ଦବା କଥା। ବିକିବ ନା ମୋତେ ଗୋଟେ ଚିଜ? ନ ବିକିବି କିଆଁ ? ଦୋକାନ କରିଚି ତ ବିକିବାପାଇଁ।ତମେ ଆମକୁ ସବୁ ବିକିବଟିକି?ଦୁଃଖୀଆ ଆଶ୍ଚର୍ଯ୍ୟ ହେଲା। ତାଙ୍କୁ ତା'ର ବିକିବା ମନା, ନା, ତା'ଠୁ ତାଙ୍କର କିଣିବା ମନା? କୋଉଆଡ଼ୁ ବନ୍ଦ ହୋଇଛି?ବିକିବି ନାହିଁ କାହିଁକି ମ, ପାଣ କଣ୍ଡରାଙ୍କୁ ବି ତ ବିକୁଛି।କହି ସେ ଟିକିଏ ହସିଲା ପାଣ କଣ୍ଡରା ଆଉ ପଟ୍ଟନାୟକ ଘର ସମାନେ? ସମାନ କରିଦେଲ।ଓ, ପଟ୍ଟନାୟକ ଘର ଦରକାର?ହଁ, ହଁ, ପଟ୍ଟନାୟକ ଘର। ଚୁପ୍, କାହା ଆଗେ କହିବ ନାହିଁ। ପାଣ କଣ୍ଡରାଙ୍କ ଆଗରେ ପଟ୍ଟନାୟକ ଘରକୁ ନେଇ ଥୋଉଚ? ଥୋଇଲେ ଚଳିବ? ପାଣଗୁଡ଼ାକ, ଘରେ ଦାନା ନାହିଁ, ପଟ୍ଟନାୟକ ଘର କୋଠା ବାଡ଼ି। ପାଣ କଣ୍ଡରା ମିଞ୍ଚା ଅଧଲା ପଇସାର ସଉଦା କରନ୍ତି, ପଟ୍ଟନାୟକ ଘର ଟଙ୍କା ଅଧୁଲିର ସଉଦା କରିବେ। ପାଣ କଣ୍ଡରା ସଫା ସଫା ବିଚ ଦାଣ୍ଡରେ ସଉଦା କରି ନେଇଯାଆନ୍ତି, ଆଉ ପଟ୍ଟନାୟକ ଘର ଲୁଚାଚୋରା ଲୋକ ପଠେଇ ସଉଦା କରନ୍ତି। ତଫାତ ନାହିଁ? ଦିଅ କାକା! କାହାକୁ କହିବ ନାହିଁ। ତମ ଠାକୁର ଦ୍ୱାହି ଦୁଃଖୀଆକାକା, ମିଶିରି ସେରେ।ଦୁଃଖୀଆର ମନ ହଉଥିଲା, ଦବନାହିଁ। କିନ୍ତୁ ଏ ଲୋକଟାର କଥା ଶୁଣି ସେ କାହିଁକି ଭାବିଲା, ସେ ସଉଦା ଦଉଚି ପଟ୍ଟନାହାକ ଘରକୁ ନୁହେଁ, ପଟ୍ଟନାହାକ ଘରର ଏଇ ଲୋକଟାକୁ। ତଥାପି ପଟ୍ଟନାୟକ ଘର ନାଆଁରେ ଦୁଃଖୀଆ ମନଟିକିଏ ଖଟା ହେଇଗଲା। କହିଲା, ''ସେର ବାର ଅଣା ପଡ଼ିବ।ଯାହା ନବ ଦୁଃଖୀଆର ଦୟାହେଲା। ଏମିତି ଦରକାରୀ ବେଳରେ ଛାତି ଉପରେ ବସି ସେ ପଇସା ନବ? ପଚାରିଲା,କି ଦରକାର କିରେ?ଜର।ସଉଦା ନେଇ ଚାକର ଯେତେବେଳେ ଟଙ୍କାଟିଏ ବଢ଼ାଇ ଦେଲା, ଦୁଃଖୀଆ ଟଙ୍କାକୁ ଧରି ଚାହିଁଲା। ସେ ଟଙ୍କାକୁ ସତେ କି ଆଉ ଜର। ସେ ଦଶଣା ପଇସା ଫେରେଇ ଦେଇ କହିଲା, ''ଜାତି ଯିବନାହିଁ ତ ତମ ବାବୁଙ୍କର?'ଜାତି? କି ଜାତି ହୋ? ବଡ଼ଲୋକଙ୍କର କି ଜାତି? ବଡ଼ଲୋକଙ୍କର ତ ଗୋଟେ ଜାତି, ସେଇ ବଡ଼ଲୋକ ଜାତି, ତା' ଛଡ଼ା ଆଉ କି ଜାତି ଥାଏ ତାଙ୍କର, କାହିଁ? ଟଙ୍କା ନାଥଙ୍କ ବଡ଼ଦାଣ୍ଡରେ ଜାତି ପତିର, ବିଚାର ନ ଥାଏ। ଜାତିଟା ଆମ ଗରିବଙ୍କ ପାଇଁ। ଗରିବଙ୍କ ପାଇଁ ସେଠି ଅଲଗା ପତିତପାବନ ଦୁଆରେ ଗଡ଼ୁଛନ୍ତି। ଜାତି ମରୁଚି, ଜାତି। ଦେଖିଚି କେତେ ଜାତି। ଟଙ୍କାର ଚିତ୍ ପଟରେ ଜାତି, ପଟ୍ ପଟରେ ଅଜାତି। ଆଉ ପୁଣି ଜାତି ଅଜାତି କ'ଣ?